ଯେଉଁ ଦେଶରେ ସମସ୍ତଙ୍କର ପେଟ ପୂରିଲା ଭଳି ଯୋଜନା ହୁଏ ଏବଂ ସବୁ ପିଲା ନ୍ୟାୟତଃ ସ୍କୁଲକୁ ଯାଆନ୍ତି, ସେହି ଦେଶରେ ମଣିଷମାନଙ୍କୁ ଆଉ ଅତୀତ ମଧ୍ୟରେ ମୋଟେ ଭୁଲାଇ ରଖି ହୁଏନାହିଁ। ଯେଉଁ ନୂଆ ବଳଦଙ୍କ ଅପେକ୍ଷା ରହିଛି, ସେମାନେ କେଉଁଠାରୁ ଆସିବେ? ସେମାନେ କ'ଣ ଆମେରିକା ବା ୟୁରୋପର କୌଣସି ହାଟରୁ କିଣାହୋଇ ଆସିବେ? ବର୍ତ୍ତମାନ ଭାରତର ଇଂରାଜୀ ମିଡ଼ିୟମ ସ୍କୁଲମାନଙ୍କରେ ଯେଉଁ ପିଲାମାନେ ପାଠ ପଢୁଛନ୍ତି, ସେମାନେ ସାଆନ୍ତ ହେବାର, ଭୋଗ କରିବାର ଓ ଶୋଷକ ବନିବାର ପାଠ ପଢୁଛନ୍ତି। ଯେଉଁମାନେ ତଥାକଥିତ ଉଚ୍ଚଶିକ୍ଷାର ଅଳିନ୍ଦ ମାନଙ୍କରେ ରଣପା ପିନ୍ଧି ଫକ ଫକ ଡ଼େଉଁଛନ୍ତି, ସେମାନେ ତ ଖେଳରେ ଖେଳରେ ଖାସୁ ହୋଇ ପଡ଼ିବାକୁ ରାଜି ହୋଇ ଯାଉଛନ୍ତି। ଥିଲା ଘରର ପାଠପଢ଼ା ପିଲାମାନେ ନିଜେ ତିନିଟଙ୍କା କମାଇବାର ଯୋଗ୍ୟହେବା ପୂର୍ବରୁ ତିନିଶହ ବା ତେରଶହ ଟଙ୍କାର ପୋଷାକ ପିନ୍ଧିବାରେ ଅଭ୍ୟସ୍ତ ହୋଇପଡୁଛନ୍ତି। ଏମାନେ ଜାତି ହରାଉଛନ୍ତି। ସେମାନେ କଦାପି ନୂଆ ବଳଦ ହୋଇ ବାହାରିବାକୁ ରାଜି ହେବେନାହିଁ। ସେମାନେ ପୁରୁଣା ଧିସାରେ ଇଞ୍ଜିନିଅର ହେବେ, ଡାକ୍ତର ହେବେ, ପାଠୁଆ ତସ୍କର ହୋଇ ବାହାରିବେ। ସେହି ମୁତାବକ କଥା କହିବେ; ଏଡ଼େ ମୁଳାୟମ ହେବେ ଯେ ଅଣ୍ଟା ସିଧାକରି ଛିଡ଼ା ହୋଇପାରିବେ ନାହିଁ। ଏମାନେ ନୂଆ ଚାଷରେ ମୋଟେ କୌଣସି କାମରେ ଲାଗିବେ ନାହିଁ। ହଁ, ସେମାନେ ସାଧୁ ସନ୍ଥଙ୍କର ପୂଜା କରିବେ, ଭାରି ଭାବପ୍ରବଣ ହୋଇ ହୁଏତ ସାହିତ୍ୟ କରୁଥିବେ, ମାତ୍ର ନୂଆ ଚାଷ ପାଇଁ ବଳଦ ହେବାକୁ ସେମାନଙ୍କର ପ୍ରକୃତରେ କୌଣସି ଅକଲ ନଥିବ। ଆଗରେ କିଛି ମଣିଷ ନେତା ହୋଇଥିବେ, ଏବଂ ସକାଳ ପହରୁ ଦରବାର ବସାଇଥିବେ ଓ ଆଉ ଥୋକେ ସେମାନଙ୍କ ପଛରେ ଛତାବାଡ଼ି ଧରି ବାହାରିଥିବେ; ଓକିଲଙ୍କ ପଛରେ ଓକିଲଙ୍କର ବସ୍ତାନି ବୋହୁଥିବା ମୋହରିର ହୋଇଥିବେ, ବୋଲ ପାଇବା ମାତ୍ରକେ ଗୁଣ୍ଡା ବି ହୋଇ ପାରୁଥିବେ, ଦଲାଲ ହେବା ବ୍ୟତୀତ ଅନ୍ୟ କୌଣସି ରାଜନୀତି ଜାଣିନଥିବେ,- ଏମାନେ ଭୋଟ ସମୟରେ ନେଇ ଆଣି ଥୋଇ ଜାଣିବାରେ ବହୁତ କାମରେ ଆସିବେ ସିନା, କିନ୍ତୁ ନୂଆ ଚାଷ ପାଇଁ କଦାପି ନୂଆ ବଳଦ ହୋଇପାରିବେ ନାହିଁ। କଚେରୀରେ ଯେପରି ଦଳେ ଥାଆନ୍ତି, ଯେଉଁମାନଙ୍କୁ କି ଓକିଲାତି ଫୋକିଲାତି କିଛି ଆସେନାହିଁ, ଅଥଚ ଯେଉଁମାନେ ମହକିଲମାନଙ୍କର ପିଛା ଧରି ସଂଜକୁ ପାକିଟି ଭର୍ତ୍ତି କରି ଘରକୁ ଫେରନ୍ତି, ପୁରୁଣା ବଳଦମାନେ ଆମର ଏହି ଦିଗ୍ଭ୍ରଷ୍ଟ ଦେଶଟାରେ ବୀର୍ଯ୍ୟବନ୍ତ ଭଳି ଦିଶିବାର ଏମିତି ସବୁ ଅନ୍ୟ ବାଗ ପାଇ ଯାଇଛନ୍ତି ଯେ, କୋଉଠି ଗୋଟାଏ ବିଲ ସତକୁ ସତ ଚାଷ ପାଇଁ ଅପେକ୍ଷା କରି ରହିଛି ବୋଲି ସେମାନଙ୍କର ଆଉ ହୋସ୍ ବି ନାହିଁ। ସେମାନେ ଜଣେ ଜଣେ ଧ୍ୱଜରଂଗୀଙ୍କ ପରି ଧ୍ୱଜା ଉଡ଼ାଇ ବୁଲିବାରେ ଲାଗିଛନ୍ତି। ଏହି ଦେଶ ସେମାନଙ୍କ କାରଣରୁ ପ୍ରକୃତରେ ବହୁତ କ୍ଳେଶ ଭୋଗ କଲାଣି। ସେମାନେ ଅପେକ୍ଷିତ ନୂଆ ଚାଷଟି ଲାଗି ନୂଆ ବଳଦ ହେବାକୁ ଆଦୌ ରାଜି ହେବେନାହିଁ। ତୁମେ ଇଚ୍ଛା କଲେ ହିଁ ତାହା ହୋଇପାରିବ। ଯିଏ ନୂଆ ବଳଦ ହେବାକୁ ଇଚ୍ଛା କରିବ, ଖାଲି ଆମରି ଏହି ଗୋଟିଏ ଦେଶରେ ନୁହେଁ, ସାରା ପୃଥିବୀରେ ହେବାକୁ ରହିଥିବା ନୂଆ ଚାଷଟି ଲାଗି ସେଇ ନୂଆ ବଳଦ ହୋଇ ବାହାରି ପାରିବ। ସେହି ଅଭିନବ ପ୍ରସ୍ତୁତିକ୍ରମଟି ପ୍ରକୃତରେ ପୃଥିବୀବ୍ୟାପୀ ଆରମ୍ଭ ହୋଇଗଲାଣି। ଏହି ପ୍ରସ୍ତୁତିରେ ମଧ୍ୟ ଏକ ରାଜନୀତି ରହିଛି, ମାତ୍ର ଆମେ